ସେହି ସମ୍ବଳର ଶୂନ୍ୟତା ଭଜକୃଷ୍ଣକୁ ସେଠି ଗ୍ରହଣୀୟ କରିଥିଲା। ପୁଣି ସେମିତି ଅକ୍ଷତ ଶରୀରରେ ସେଠୁ ଫେରାଇ ନେଇଛି; କିନ୍ତୁ ମନର କ୍ଷତ ଆଜିଯାଏ ଲିଭିଲା ନାହିଁ। ଆମର ପଢ଼ା ସମୟଟା ରହିଲା ଗୋଧୂଳି ଲଗ୍ନର ଏପାଖ–ସେପାଖ ସମୟ। ସେଥିରେ ମାନମୟୀ ଯେତିକି ପଢ଼ିବେ। ହଠାତ୍ ସେ ଯେମିତି ଜାଣିଯିବେ କଥାଗୁଡ଼ାକ। ପ୍ରକାଶର ଭଙ୍ଗୀ ପାଇଁ ଭଜକୃଷ୍ଣର ସାହାଯ୍ୟ ଦରକାର ନ ଥିଲା। ସେ ଗୋଟାଏ ରାନ୍ଧୁଣିଆ ମାତ୍ର। ରାନ୍ଧୁଣିଆ ରାନ୍ଧି ଦିଏ; କିନ୍ତୁ ତାକୁ ପରସି ଆସେ ନାହିଁ। ଆଉ ସେ ପରସିଲେ ରନ୍ଧାଟା ସୁଆଦିଆ ଲାଗେ ନାହିଁ। ସାହାବମାନେ ଏ କଥା ବୁଝିଥିଲେ ଭଲ। ମୁସଲମାନମାନେ ବୁଝିଥିଲେ-। ବଡ଼ଲୋକମାନେ ବୁଝିଛନ୍ତି–ସେମାନେ ଖାନସମା ଓ ବବୁର୍ଚ୍ଚିର କାମ ଅଲଗା କରି ଦେଇଛନ୍ତି-। ଭଜକୃଷ୍ଣ ହେଲା ଖାନସମା। –ଏଁ ତମେ ପରା ଘୋଡ଼ା ହେଇଥିଲ। –ନା, ପରେ ହେଲି। ଆରମ୍ଭ ହୋଇଥିଲା ଖାନସମା କାମରେ। ସଂସାରକୁ ଆସିଲା ପରେ ଯାହା ଯେଉଁଠି ମିଳିଲା ସେଥିରେ ବାଛ ବିଚାର ଆରମ୍ଭ କଲେ ସୁବିଧା ହୁଏ ନାହିଁ। ସେଥିପାଇଁ ଭଜକୃଷ୍ଣର ମୋଟେ ଆପତ୍ତି ନ ଥିଲା। ପେଟ ଥଣ୍ଡା ନ ହେଲେ କିଏ ଏସବୁ ଭଲମନ୍ଦର ତତ୍ତ୍ୱ ବିଚାର କରେ କି? ପ୍ରଥମ ଦିନରେ ଫେରିଲା ବେଳକୁ ମାନମୟୀ ପଚାରିଥିଲା–ହଁ, ପଦେ କଥା ପଚାରିବାକୁ ଭୁଲିଗଲି। –କ'ଣ? –ମାଷ୍ଟ୍ର କାହାକୁ କହନ୍ତି? –ଯିଏ ଯାହାକୁ ଶିକ୍ଷା ଦିଏ, ସେ ତାହାର ମାଷ୍ଟ୍ର। –ହଁ, ଠିକ୍ କଥା। –ଉଦ୍ଧବଙ୍କର ଚବିଶି ଗୁରୁ ଥିଲେ। ମାଷ୍ଟ୍ର କ'ଣ କେବଳ ମଣିଷ ହୋଇପାରେ? ଅନ୍ୟ ପ୍ରାଣୀ କ'ଣ ହୋଇ ପାରିବେ ନାହିଁ? –ହଁ, ହୋଇ ପାରିବେ। କହି ଦେଇ ଚାଲିଆସିଲା ପରେ କାହିଁକି ଏହି ହସମିଶା କଥାଟି ମନକୁ ଧରିଦେଲା। କ'ଣ ପଚାରିଲା ସେ? କାହିଁକି ପଚାରିଲା? ଯେତେ ଭାବିଲି ସେତେ ଗୋଡ଼ ହାତ ଅବଶ ହୋଇ ଆସିଲା। ପିନ୍ଧା। ଖୋସଣିକୁ ଆପଣା ଛାଏଁ ହାତ ଗଲା ସଜାଡ଼ି ହେବା ପାଇଁ। କ'ଣ ଗୁଡ଼ାଏ କହିଲା–ମାନମୟୀ? ଏହି ବଡ଼ ମଣିଷମାନେ ସତରେ ପାଠକୁ ଯୋଗ୍ୟ ନୁହନ୍ତି। ନିଜେ ବିଗିଡ଼ା ଆଉ ସମସ୍ତଙ୍କୁ ବିଗାଡ଼ିବେ। ଘରକୁ ନ ଫେରି ଗୋଟାଏ ଝଙ୍କାଳିଆ ଗଛର ଚାନ୍ଦିନୀ ଉପରେ ବସି ବସି ଭାବିଲି ମାନମୟୀ କଥା। ଚାନ୍ଦିନୀ ପାଖରେ ସିନ୍ଦୁର କଜଳ ମଖା ହୋଇ ଗୋଟାଏ ଛୋଟ ଦିଅଁ–ସେଠି ଧୂପ ଓ ବତୀ ଜଳୁଥାଏ। ପାଖରୁ ଲୋକ ଆସି ବେକରେ ଗାମୁଛା ଲମ୍ବାଇ ଓଳଗି ହେଇ ଚାଲିଯାଉଥାନ୍ତି। ଭଜକୃଷ୍ଣ ବସି ଚାହିଁଥାଏ। ଦିଅଁଙ୍କର ରୂପ ଉପରେ ମାନମୟୀର ରୂପ ଛାପି ହୋଇ ଯାଉଥାଏ। ସେଦିନ ଭଲକରି ଚାହିଁ ନ ଥିଲି। ଚାହିଁବାକୁ ଶଙ୍କା ଓ ସଙ୍କୋଚ ଉଭୟ ଆସୁଥାଏ। ଯେତେହେଲେ ମୋର ଅନ୍ନଦାତା ସେ। ଏସବୁ ପାପ ମନରେ ଆଣିବା ଭୁଲ୍। ଈଶ୍ୱର ଅସନ୍ତୁଷ୍ଟ ହେବେ। –ଚାହିଁବା କ'ଣ ପାପ ଭଜକୃଷ୍ଣ? –ମନରେ ପାପ ଆଶା ରଖି ଚାହିଁବା ନିଶ୍ଚୟ ପାପ।... ପରର ଧନକୁ ଆଖେଇବା ପାପ। ସେ ଅପରର ସ୍ତ୍ରୀ। ମୋର ଅନ୍ନଦାତା। ମୋର ଛାତ୍ରୀ। ମୁଁ ତାହାକୁ ପାଠ ପଢ଼ାଇବାକୁ ଆସି ତାହାର ରୂପଗୁଣ, ଠାଣି ମାଣି ମାପିବି କାହିଁକି? ଭଜକୃଷ୍ଣ କ'ଣ ସୁନ୍ଦରୀ ନିର୍ବାଚନର ପରୀକ୍ଷକ? –ହଁ, କ'ଣ ହେଲା? –ମୁହଁ ତ ଭଲ ମନେ ପଡ଼ୁ ନ ଥାଏ। ନାକରୁ ଫାଳେ, କଥାରୁ ପାଞ୍ଚପଦ, ଗହଣାରେ ରୁଣୁଝୁଣୁ, ଚାହାଣୀର ଚତୁରତା, ଶାଢ଼ୀର ଖସ୍ଖସ୍ ଶବ୍ଦ ଆଉ ଚଉକିର ଆରାମ–ଏ ସବୁ ମନେ ପଡ଼ୁଥାଏ। –ଇଏ କେମିତିକା ନିର୍ବୋଧ–ପଣିଆ? –ବାବୁ ହେ! ଗରିବ ସବୁବେଳେ ନିର୍ବୋଧ। କାରଣ ତାହାର ଜୀବନ ଓ ଚଳନି ଅସଂଖ୍ୟ ନା–ନାହିଁ–ନାସ୍ତିରେ ଗଢ଼ା। ବାରଣ ଭିତରେ ଜୀବନର ଉତ୍ସ ଶୁଖିଯାଏ। କୌତୂହଳର ସନ୍ତୋଷ ବିଧାନ ହେଉଛି ଜ୍ଞାନ, ଧନ ଓ ବିଦ୍ୟା। ବାରଣ ଓ ଆକଟ ଭିତରେ କିଛି ଉଧେଇ ପାରେ ନାହିଁ। ଜୀବନଟା ହୋଇଥାଏ ଚକ୍ରବାଳ–ବିସ୍ତାରି ବାଲୁଚର। –ତାହାହେଲେ ସେଠି କ'ଣ ହେଉଥିଲା? –ଠାକୁରଙ୍କୁ ଚାହିଁ ପଚାରୁଥାଏ–ହେ ପ୍ରଭୁ, ବିଶ୍ୱାସରେ ତମେ ଜୀବନ୍ତ ହୁଅ। ଭକ୍ତ ପାଖରେ ତମର ମାୟା ନ ଥାଏ। ଇଏ କ'ଣ ସବୁ ଆସୁଛି ମନ ଭିତରେ? –କ'ଣ ଠାକୁର କହିଲେ? –ଠାକୁର କହିବେ କ'ଣ? ସେ କ'ଣ କଥା କୁହନ୍ତି? ପଚାରିବା ଲୋକ ଆପଣାକୁ କେତେ କେତେବେଳେ ଉତ୍ତର ଦିଏ।